ଦୁଇ ହଜାର ସାତ ମସିହାରେ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆରମ୍ଭ ହୋଇଥିଲା। ଏହା ଦକ୍ଷିଣ ଆଫ୍ରିକାରେ ଏଗାର ସେପ୍ଟେମ୍ବରରୁ ଚବିଶ ସେପ୍ଟେମ୍ବର ଦୁଇ ହଜାର ସାତ ଯାଏଁ ଅନୁଷ୍ଠିତ ହୋଇଥିଲା। ଏହି ତେର ଦିବସୀୟ ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ବାର ଦଳ ଅଂଶଗ୍ରହଣ କରିଥିଲେ। ଦଶଟି ଟେଷ୍ଟ ମାନ୍ୟତାପ୍ରାପ୍ତ ଦଳ ସହ ଯୋଗ୍ୟତା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଦୁଇ ଦଳ କେନିଆ ଓ ସ୍କଟଲ୍ୟାଣ୍ଡ ଭାଗ ନେଇଥିଲେ। ଭାରତ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଗ୍ରୁପ୍ ସ୍ତର ଓ ସୁପର ଏଇଟ୍ ସ୍ତରରେ ନିମ୍ନ ପ୍ରକାର ପଏଣ୍ଟ ପ୍ରଦାନ ବ୍ୟବସ୍ଥା ଥିଲା। ଏକ ମ୍ୟାଚ୍ ଟାଇ ଭାବରେ ସମାପ୍ତ ହେଲେ ସେ କ୍ଷେତ୍ରରେ ଏକ ବୋଲ୍ ଆଉଟ୍‌ର ବ୍ୟବସ୍ଥା ଥିଲା। ଏହା ସବୁ ସ୍ତର ପାଇଁ ପ୍ରଯୁଜ୍ୟ ଥିଲା। ଗ୍ରୁପ୍ ସ୍ତରରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଏହି ପଦ୍ଧତିରେ ନିର୍ଣ୍ଣୟ ହୋଇ ଭାରତ ବିଜୟୀ ହୋଇଥିଲା। ପ୍ରତି ଗ୍ରୁପ୍‌ରେ ଦଳମାନେ ତାଙ୍କର ର‍୍ୟାଙ୍କିଙ୍ଗ୍ ଅନୁସାରେ ସ୍ଥାନିତ ହୋଇଥିଲେ। ବିଶ୍ୱ ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ରେ ଥିବା ଦଶଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ବେଳେ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ଅର୍ଜନ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ ଥିବା ଦୁଇ ଦଳ କେନିଆ ଓ ସ୍କଟଲ୍ୟାଣ୍ଡ ହୋଇଥିଲେ। ଅଂଶଗ୍ରହଣକାରୀ ବାରଟି ଦଳକୁ ଚାରୋଟି ଗ୍ରୁପ୍‌ରେ ଭାଗ କରାଯାଇଥିଲା। ମାର୍ଚ୍ଚ ଏକ, ଦୁଇ ହଜାର ସାତର ବିଶ୍ୱ ର‍୍ୟାଙ୍କିଙ୍ଗ୍ ଅନୁସାରେ ଦଳକୁ ସ୍ଥାନିତ କରାଯାଇଥିଲା। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଦଳକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟ ସୁପର ଆଠ ଖେଳାଯାଇଥିଲା। ଏହି ଗ୍ରୁପ୍‌ରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ଙ୍କ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍‌ରେ ରେକର୍ଡ ଏକ ଶହ ସତର ରନ୍‌ର ପାରି ସତ୍ତ୍ୱେ ୱେଷ୍ଟଇଣ୍ଡିଜ୍ ଉଭୟ ମ୍ୟାଚ୍‌ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଏହି ଗ୍ରୁପ୍‌ରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଜିମ୍ବାୱେ ନିକଟରୁ ପରାସ୍ତ ହେବା ସତ୍ତ୍ୱେ ସୁପର ଆଠକୁ ଯାଇପାରିଥିଲା। ଏହି ଗ୍ରୁପ୍‌ରେ କେନିଆ ଉଭୟ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ସେମାନେ ନ୍ୟୁଜିଲାଣ୍ଡ ସହ ମ୍ୟାଚ୍‌ରେ ମାତ୍ର ତେସ୍ତରୀ ରନ୍‌ରେ ଆଉଟ୍ ହୋଇଥିବା ବେଳେ ଶ୍ରୀଲଙ୍କା ତାଙ୍କ ବିରୁଦ୍ଧରେ ତତ୍କାଳୀନ ବିଶ୍ୱ ରେକର୍ଡ ଦୁଇ ଶହ ଷାଠିଏ ରନ୍ କରିଥିଲେ। ଭାରତ ଓ ପାକିସ୍ତାନ ସର୍ବପ୍ରଥମ ଥର ପାଇଁ ଏକ ମ୍ୟାଚ୍‌ରେ ପରସ୍ପର ବିରୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ। ଏହି ମ୍ୟାଚ୍ ଟାଇ ହୋଇଯିବା ଫଳରେ ବୋଲ୍ ଆଉଟ୍ ପଦ୍ଧତିରେ ଭାରତ ବିଜୟୀ ହୋଇଥିଲା। ସବୁ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳକୁ ନେଇ ସୁପର ଆଠ ସ୍ତର ଆରମ୍ଭ ହୋଇଥିଲା। ସେହି ଆଠ ଦଳକୁ ପୁଣି ଦୁଇଟି ଗ୍ରୁପ୍ କରାଯାଇଥିଲା। ଏହି ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସେମିଫାଇନାଲ୍ ଯିବାକୁ ଯୋଗ୍ୟତା ହାସଲ କଲେ। ଗ୍ରୁପ୍ ସ୍ତରରେ ଭେଟିଥିବା ଭାରତ ଓ ପାକିସ୍ତାନ ପୁଣି ଫାଇନାଲ୍ ମୁକାବିଲାରେ ଉପନୀତ ହୋଇଥିଲେ। ଉତ୍ତରରେ ପାକିସ୍ତାନ ଚବିଶ ବଲ୍‌ରେ ଚଉବନ ରନ୍ ଦରକାର କରୁଥିବା ସମୟରେ ମିସବା-ଉଲ୍-ହକ୍ ହରଭଜନଙ୍କ ଓଭର୍‌ରେ ଲଗାତାର ତିନୋଟି ଛକା ମାରିବା ଫଳରେ ବିଜୟର ଦ୍ୱାରଦେଶକୁ ପହଞ୍ଚି ଯାଇଥିଲା। କିନ୍ତୁ ପରବର୍ତ୍ତୀ ବଲ୍‌ରେ ସେ ଉପରକୁ ବଲ୍ ଉଠାଇ ଦେବା ଫଳରେ ଶ୍ରୀସନ୍ତଙ୍କ ଦ୍ୱାରା ଧରାପଡ଼ି ଆଉଟ୍ ହୋଇଥିଲେ ଓ ପାକିସ୍ତାନ ଏକ ଶହ ବାଉନ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଇରଫାନ୍ ପଠାନ ଏହି ଫାଇନାଲ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରାପ୍ତ ହୋଇଥିଲେ। ସେ ଫାଇନାଲ୍‌ରେ ଷୋହଳ ରନ୍ ଦେଇ ତିନୋଟି ୱିକେଟ୍ ଅକ୍ତିଆର କରିଥିଲେ। ପାକିସ୍ତାନର ସାହିଦ୍ ଆଫ୍ରିଦି ସିରିଜ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।